ମୁଁ କହିଥିଲି, "ଆପଣ ଅଯଥାରେ ପରିଶ୍ରମ କଲେ। ବର୍ଷା ତ ଆରମ୍ଭ ହୋଇଗଲା।" ସେ ହସିଥିଲେ। କହିଥିଲେ, "ବର୍ଷା ହେଲା ସରକାର, ଆଉ ମୁଁ ହେଲି ଏ ଗଛମାନଙ୍କର ମା'। ସରକାରଙ୍କ ଭରସାରେ ମା' ପିଲା କଥା ନ ବୁଝି ମୁହଁ ବୁଲେଇ କ'ଣ ରହିପାରେ!" ମୁଁ ଚନ୍ଦ୍ରମାଧବଙ୍କ ଚଟୁଳତାକୁ ପ୍ରଶଂସା କରିଥିଲି। ବର୍ଷା ଛାଡ଼ିବା ପର୍ଯ୍ୟନ୍ତ ମୁଁ ତାଙ୍କ ଆଶ୍ରମରେ ଥିଲି। ସୁନ୍ଦର ପରିବେଶ। ତା'ପରେ ଆଉ ତାଙ୍କ ସାଙ୍ଗେ ଦେଖା ହେଲା ଦେଖା ହେଇ ନଥିଲା। କିନ୍ତୁ ମଣ୍ଟୁ ପରି ଗୋଟେ ରାଜନୈତିକ କର୍ମୀ ଚନ୍ଦ୍ରମାଧବଙ୍କୁ ଗାଳିମନ୍ଦ କରିବାର କାରଣ କ'ଣ? ସେଇଭଳି କିଛି ସେ କରିନଥିଲେ ଲୋକମାନେ କେମିତି ମଣ୍ଟୁ କଥାକୁ ସମର୍ଥନ କରୁଥାଆନ୍ତି! ମୁଁ ଟିକେ ବିବ୍ରତ ହୋଇ ପଡ଼ିଲି। ପଚାରିଲି, "ଘଟଣାଟା କ'ଣ ମୋତେ ଟିକେ ଠିକେ ଠିକେ ବତେଇ ପାରିବ?" ମଣ୍ଟୁ ଟୁଲ୍ ଉପରୁ ଉଠି ପଡ଼ିଲା। ଚା' ଗିଲାସଟିକୁ ଧଡ଼୍ କରି ଟୁଲ୍ ଉପରେ କଚାଡ଼ି ଦେଇ କହିଲା, "ଚାଲୁନାହାନ୍ତି, କ୍ଷେତ୍ର ଉପରୁ ବୁଲି ଆସିଲେ ବଳେ ସ୍ୱଚକ୍ଷୁରେ ଦେଖି ପାରିବେ ନାନାହିଁ କି! ଶଳା ଦାଦାଗିରି ଦେଖାଉଥିଲା। ଇମିତି ନାମ ଦେଇଛୁ ଯେ ପୁଅ ପଥ ପଚାରି ବାପଘର ଯିବ, ଆଉ ଅଯୋଧ୍ୟାକୁ ମନ ନ କରିବ।" ମଣ୍ଟୁର କଥାବାର୍ତ୍ତା ଏହିପରି। ପ୍ରତି ପଦ କଥାରେ 'ଶଳା' ପଦଟି ନ ଯୋଡ଼ିଲେ ତା'ର ବାକ୍ୟ ସମ୍ପୂର୍ଣ୍ଣ ହୁଏ ନାହିଁ। କୌଣସି ସଭା ସମିତି ପାଇଁ ଭାଷଣ କି ସ୍ମାରକପତ୍ର ଲେଖିବା ଦରକାର ପଡ଼ିଲେ ସେ ମୋ ପାଖକୁ ଆସିଥାଏ। କିନ୍ତୁ ମୁଁ ଯାହା ଲେଖିଥାଏ, ସେ ସେଗୁଡ଼ା ସେଇପରି ପଢ଼େ ନାହିଁ। ମଝିରେ ମଝିରେ ଶଳା, ପାଜି ଓ ବଦ୍‌ମାସ ଶବ୍ଦ କିଛି ତହିଁରେ ଖଞ୍ଜି ଦିଏ। ଦିନେ ମୁଁ ତା'ର ପ୍ରତିବାଦ କରି କହିଥିଲି, "ମଣ୍ଟୁବାବୁ! ଏଣିକି ତମେ ତମର ଭାଷଣ ଲେଖ। ତମେ ତ ଭଲ କହି ପାରୁଛ।" ସେ ମୋ ପ୍ରତିବାଦର ଅର୍ଥ ନ ବୁଝି ଓଲଟା କହିଥିଲା, "ବୁଝିଲେ ସାଆରେ! ଲିଡର୍‌ମାନଙ୍କ କାମ ହେଲା ଭାଷଣ ଦେବା, ଭାଷଣ ଲେଖିବା ନୁହେଁ। ସେସବୁ କାମ ଆପଣଙ୍କ ପରି ଲୋକ କରିବେ।" ମୁଁ ଅପମାନିତ ବୋଧ କରିଥିଲି। ମାତ୍ର ମଣ୍ଟୁ ଆଦୌ ଦୁଃଖିତ ହୋଇ ନଥିଲା। ମଣ୍ଟୁ ମୋତେ ତ' ମଟରସାଇକେଲ୍‌ରେ ବସିବାକୁ ଡାକୁଥିଲା। କହିଲା, "ଆସନ୍ତୁ, ମନ୍ଦିର ଅବସ୍ଥା ଦେଖି ଆସିଲେ ଆପଣ ନିଜେ ସବୁ କଥା ଜାଣି ପାରିବେ। ସେଇ ଭଣ୍ଡ ଯୋଗୁ ଏ ଗାଁର କି ଅବସ୍ଥା ନ ହେଲା...!" ମୁଁ ତା' ମଟରସାଇକେଲ୍‌ରେ ବସିଲି। ମଣ୍ଟୁ ମଝିରେ ମଝିରେ ହ୍ୟାଣ୍ଡଲ୍ ଛାଡ଼ି ଦେଇ ଡାହାଣ ହାତରେ ତା' ମୁଣ୍ଡବାଳ ସାଉଁଳେଇ ଆଣୁଥିଲା। ପଛରେ ବସି ମୁଁ ଭାବୁଥାଏ, ସବୁ ସାଧୁ ସନ୍ନ୍ୟାସୀ କ'ଣ ଏଇମିତି ଭଣ୍ଡ, ପ୍ରତାରକ? ଅନେକ ଦିନ ତଳେ ଆମ ଗାଁକୁ ଗୋଟେ ତାନ୍ତ୍ରିକ ଆସିଥିଲା। ପଣ୍ଡା ଘରୁ ଯକ୍ଷ ବାହାର କରିବ ବୋଲି ଘୋଷଣା କରି ପ୍ରାୟ ଦୁଇ ମାସରୁ ଊର୍ଦ୍ଧ୍ୱ କାଳ ରହିଥିଲା ଆମ ଗାଁରେ। ମାତ୍ର ଯକ୍ଷ ତ ବାହାରିଲା ନାହିଁ, ବରଂ ସେ ତାନ୍ତ୍ରିକ ଗଲା ପରେ ଜଣା ପଡ଼ିଥିଲା ଯେ ପଣ୍ଡାଘର ବଡ଼ଝିଅ ଉର୍ମିଳା ପାପଗର୍ଭି ହୋଇଛି। ସେଇଦିନୁ ଏଇ ବାବା, ମାତା, ସାଧୁ, ସନ୍ନ୍ୟାସୀ ସମସ୍ତଙ୍କ ଉପରୁ ମୋର ଭରସା ତୁଟି ଯାଇଛି। ଶଳେ କି ହଜାରରେ ହୁଏତ ଜଣେ ଦି'ଜଣ ଭଲ ଲୋକ ଥିବେ। ଆମେ ନବଘନର ଚା'-ପାନ ଦୋକାନରୁ ଡାହାଣହାତି ଭାଙ୍ଗି ଗଲୁ। ଅଳ୍ପ ଦୂରରେ ଚନ୍ଦ୍ରମାଧବଙ୍କ ଆଶ୍ରମ। ସେପଟକୁ ଚନ୍ଦ୍ରଶେଖର ମହାଦେବ ମନ୍ଦିର। ବୋହୁ ପୁରୁଣା କାଳର ମନ୍ଦିର ଇଏ। ମନ୍ଦିର ବେଢ଼ା ଭିତରେ ଚମ୍ପା, ବେଲ, ନଡ଼ିଆ ଓ ଆମ୍ବଗଛ। କେଉଁଠୁ ଗୋଟେ ଚମ୍ପାଫୁଲର ବାସ୍ନା ଭାସି ଆସୁଥାଏ। ଏ କଡ଼କୁ ଆଶ୍ରମ। ଦି'ବଖରା ଚାଳଘର। ତଳକୁ ଚାହିଁଲି। ଚାରିଆଡ଼େ ଢେଲା, ପଥର, ଭଙ୍ଗା ଇଟା, ଭଙ୍ଗା କାଚ ବୋତଲ, ପଥର, ସୁରେଇ ଓ ହାଣ୍ଡି। ରାସ୍ତା ପର୍ଯ୍ୟନ୍ତ ଏଇ ସବୁ ବିଞ୍ଚି ହୋଇ ଯାଇଛନ୍ତି। ଆଶ୍ରମ ଓ ଦେଉଳ ବେଢ଼ା ସମ୍ପୂର୍ଣ୍ଣ ନିର୍ଜନ। ବିଲେଇଛୁଆଟେ ବି କୋଉଠି ଦେଖା ଯାଉନାହିଁ। ମଠର କବାଟ ଝରକା ମେଲା। ସବୁକିଛି ଧ୍ୱସ୍ତବିଧ୍ୱସ୍ତ। ମୁଁ ରାସ୍ତା ଉପରକୁ ଚାହିଁଲି। ସେପଟକୁ ଗଛ ଛାଇରେ ଚାରିଜଣ ପୋଲିସ କନେଷ୍ଟବଳ ବସିଛନ୍ତି। ପାଖରେ ଗୋଟେ ପୋଲିସ ଭ୍ୟାନ୍। ମଣ୍ଟୁ ତା' ମଟରସାଇକେଲ୍‌ଟିକୁ ସେଇ ପୋଲିସ ଭ୍ୟାନ୍ ପାଖରେ ରଖି ଓହ୍ଲେଇ ପଡ଼ିଲା।